ମୁଁ ଯେତେ କାମ କଲେ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରୁ ନ ଥାଏ, ସେ କଥା କଥାକେ ଚିଡ଼ି ଉଠୁଥାଆନ୍ତି, ନାଲି ଆଖି ଦେଖାନ୍ତି। ମୁହୂର୍ତ୍ତେ ଛିଡ଼ାହେଲେ କିମ୍ବା ନିଶ୍ୱାସ ମାରିଲେ ଅତି ନିଷ୍ଠୁର ଭାବରେ ମୋତେ କର୍ମକୋଢ଼ି, ଠାପୋଈ ଆଦି କହି କାମକୁ ନ ଆସିବା ପାଇଁ ତାଗିଦ୍ କରିଦିଅନ୍ତି। କାନ୍ଦି କନ୍ଥେଇ କାମ କରେ। ସାନ ପିଲା ଦୁଇଟିଙ୍କୁ ଘରେ ଛାଡ଼ି ଆସୁଥିବାରୁ ମନରେ ନାନା ଆଶଙ୍କା ଓ ଉଦବେଗ ଜନ୍ତୁଥାଏ। ମୋର ଦିନଯାକର କାମର ମୂଲ ପିଲା ଦୁଇଟିଙ୍କର ଓ ମୋର ଗ୍ରାସାଚ୍ଛାଦନ ପାଇଁ ଯଥେଷ୍ଟ ହେଉ ନ ଥାଏ। ଢୋକେ ପିଇ ଦଣ୍ତେ ଜୀଇ ଅବସ୍ଥାରେ କେତେଗୁଡ଼ିଏ ଦିନ କଟିଗଲା। ଇଟା ମଜୁରୀ ଛାଡ଼ି ଅନ୍ୟ ଧନ୍ଦା ଖୋଜିଲି, ମାତ୍ର ଅନ୍ୟ କାମ ମିଳିଲା ନାହିଁ। ଏହି କାମରୁ ବିତାଡ଼ନ ଭୟ ମୋତେ ଭୀତ ଓ ତ୍ରସ୍ତ କଲା। ତୁଣ୍ତ ବାଇଦ ସହସ୍ର କୋଶ। ଅନ୍ୟତ୍ର କାମ ଖୋଜିବା କଥା ତୁଣ୍ତରୁ ତୁଣ୍ତକୁ ଯାଇ ଶେଷକୁ ଇଟା କଣ୍ଟ୍ରାକ୍ଟର କାନରେ ପହଞ୍ଚିଲା। ସେ ମତେ ଡାକି ଆଉ କାମକୁ ନ ଆସିବାକୁ ହୁକୁମ ଦେଲେ। ମୁଁ ତାଙ୍କ ଗୋଡ଼ହାତ ଧରି ବହୁତ ନେହୁରା ହେଲି। ସେ ଗୋଡ଼ ଛିଞ୍ଚାଡ଼ି ଦେଲେ। ମୋ କଥା ଶୁଣିଲେ ନାହିଁ। ମୋ ଅଳି ରଖିଲେ ନାହିଁ। ପାଖରେ ଇଞ୍ଜିନିୟର ସାହେବ ଠିଆ ହୋଇଥିଲେ, ତାଙ୍କ ମନରେ ଦୟା ଜାତ ହେଲା। କଣ୍ଟ୍ରାକ୍ଟରଙ୍କୁ ସେ ମୋ ପାଇଁ ସୁପାରିଶ କଲେ, ମୋ କାମଟା ଆପାତତଃ ରହିଗଲା। ପୁଣି ଅକ୍ଳାନ୍ତ ପରିଶ୍ରମ। ତା ବିନିମୟରେ ନଗଣ୍ୟ ମଜୁରୀ ପଇସା ପାଇ ସନ୍ଧ୍ୟାବେଳେ ଦଉଡ଼େ ବଜାରକୁ। ସେଠାରେ ଧାଡ଼ିହୋଇ ପାଳିକୁ ଅପେକ୍ଷା କରିବାକୁ ପଡ଼େ। ପାଳି ପଡ଼ୁ ପଡ଼ୁ ବହୁତ ଡେରି ହୋଇଯାଏ। ଘରକୁ ଫେରି ଦେଖେ ପିଲା ଦୁଇଟିଯାକ ଶୋଇ ପଡ଼ିଥାନ୍ତି। ସେମାନଙ୍କ ଶୁଖିଲା ମୁହଁ ଦୁଇଟିକୁ ଦେଖି ଛାତି କରତି ହୋଇଯାଏ। ସାନ ପିଲାଟିକୁ ନିଦ୍ରାବସ୍ଥାରେ ଖୁଆଇ ଦିଏ। ସେ ଖାଇଦିଏ, ମାତ୍ର ବଡ଼ଟି ଉଠେନି କି ଖାଏନି। ସେମିତି ଓପାସରେ ଶୋଇପଡ଼େ। ସେ ଯେତେବେଳେ ଖାଏନି, ମୋ ପେଟକୁ ଦାନା ଯାଆନ୍ତା କିପରି? ମୁଁ ବି ନ ଖାଇ ଶୋଇପଡ଼େ। ସକାଳୁ ଉଠି ପିଲାଙ୍କୁ ଖୁଆଏ ମୁଠେ ଭାତ, ପେଟେ ତୋରାଣି ପିଇ କାମକୁ ଚାଲିଯାଏ। ଏହିପରି ଦିନଗୁଡ଼ିକ କଟିଯାଏ। ମୋ କପାଳକୁ ଦୁର୍ଦ୍ଦିନ ଆସି ପହଞ୍ଚିଗଲା। ଝଡ଼ ବର୍ଷା ହେବାରୁ ଇଟାଗଢ଼ା କାମ ବନ୍ଦ ହୋଇଗଲା। ସେ ଝଡ଼ ଦିନ ଦିନ ଧରି ଚାଲିଲା। ବନ୍ଦ ହେଲାନାହିଁ-। ହାତରେ ତ ପଇସା ନ ଥାଏ, ମାଗିଯାଚି, କରି ଚଳାଇବା ମୋ ପକ୍ଷେ ସମ୍ଭବ ହେଲାନି-। ସମସ୍ତଙ୍କ ଦୁଆରକୁ ଧାଇଁଚି। ଅଳ୍ପ ବହୁତ ପାଇଚି ମଧ୍ୟ। ଦେଇ ଦେଇ ଲୋକ ବିରକ୍ତ ହୁଅନ୍ତି। ତଥାପି ପିଲା ଦୁଇଟିଙ୍କ କଥା କହିବାରୁ, ଆଖିରୁ ଲୁହ ଗଡ଼ାଇବାରୁ ନିଜ ପେଟରୁ କାଟି କିଏ କିମିତି କିଛି ଦିଅନ୍ତି। ଆମ। ମାତ୍ର ତାଙ୍କ ପାଟିକୁ ନେବାକୁ ସେ ଇଚ୍ଛା କରୁ ନାହାନ୍ତି। ବନ୍ଧୁମାନେ ବଡ଼ ଆନନ୍ଦରେ କଥୋପକଥନରତ-। ନାଚ ଗୀତରେ ଘରଟି ଭରପୂର। ମାତ୍ର ନରେନ୍ଦ୍ରନାଥଙ୍କ ମନରେ ସୁଖ ନାହିଁ-। ତାଙ୍କ ଦୁଇ ଆଖିରୁ ଦୁଇଧାର ଲୁହ ବହିଯାଉଛି। ତାଙ୍କ ଆଖି ଆଗରେ ନାଚି ଉଠିଲା ପିଲାଦିନର ଦୃଶ୍ୟ। ଅନାମଧେୟ ଗ୍ରାମଟି ତାଙ୍କର ଏକ ଉଚ୍ଚ ପାର୍ବତ୍ୟାଞ୍ଚଳରେ। ଜଳକଷ୍ଟ ଗ୍ରାମବାସୀଙ୍କୁ ଅହରହ ବ୍ୟଥା ପ୍ରଦାନ କରୁଥିଲା। ମାଇଲ ମାଇଲ ଯାଇ ଗ୍ରାମବାସୀ ପାଣି ବୋହି ଆଣୁଥିଲେ-। ନରେନ୍ଦ୍ରନାଥ ସେତେବେଳକୁ ମାତ୍ର ଦ୍ୱାଦଶ ବର୍ଷର ତରୁଣ, ମା ମୁଣ୍ତରେ ମାଠିଆ ଓ ଅଣ୍ଟାରେ ଗରା ଧରି ପାଣି ଆଣି ଗଲାବେଳକୁ ତାଙ୍କ ସାଙ୍ଗରେ ସେ ଯିବାକୁ ଅଳି କରୁଥିଲେ। ମା ମନା କରିଦେଲେ, ସେ ମନା ମାନି ରହିଯାଆନ୍ତି। ଘରେ ବାପା ନ ଥାଆନ୍ତି। ମା'ଟି ଆଉ ସେ, ମାତ୍ର ଦୁଇଜଣ। ଗାଁ ଟାରୁ ଅଧାଅଧି ଲୋକ ସେଦିନ ସନ୍ଧ୍ୟାବେଳକୁ ପାଣି ପାଇଁ ଗଲେ। ସମସ୍ତେ ନିରାପଦାରେ ଫେରିଲେ-। ଅଥଚ ନରେନ୍ଦ୍ରଙ୍କ ମା'ଙ୍କୁ ସର୍ପ ଦଂଶନ କଲା। ସେତକ ବାଟ ସେ ଚାଲି ଆସିଲେ। ଭଲ ମଣିଷ ପରି ପାଣି ରଖି ପିଲାକୁ ଖୁଆଇ ଶୁଆଇ ନିଜେ ଶୋଇଲେ, ଆଉ ଉଠିଲେ ନାହିଁ। ଗାଁଟାର ଲୋକେ ଏହି ଭୟାଭୟ ଘଟଣାରେ ମର୍ମାହତ ହୋଇ ଦଉଡ଼ିଥିଲେ ହାକିମଙ୍କ ପାଖକୁ। ନରେନ୍ଦ୍ରନାଥ ସ୍ୱଳ୍ପ ବୟସରେ ପ୍ରତିନିଧିତ୍ୱ କରିଥିଲେ। ଲୋକଙ୍କର ଗୋଟିଏ ପ୍ରାର୍ଥନା-ଜଳଭଣ୍ତାର, କୂଅ ବା ପୁଷ୍କରିଣୀ।